ସେ କହେ ସବୁ ପ୍ରକାରର ଜୀବଜନ୍ତୁଙ୍କୁ ସମାନ ଅଧିକାର ଦିଆଯାଉ-ଲୋଭୀ, ଶଠ, ଲମ୍ପଟ ଓ ପରଶ୍ରୀକାତର ଓ ପରଧନଚୋରଙ୍କୁ ମଧ୍ୟ ସ୍ୱୀକୃତି ଦିଆଯାଉ। ସେମାନେ ଯେପରି ଯଶସ୍ୱୀ ହେବେ ତାହାର ବ୍ୟବସ୍ଥା ହେଉ। ଆମର ଧର୍ମମତ ମଧ୍ୟ ସେଇଆ। ସ୍ନାନରେ ଦେହ ଭିତର ପବିତ୍ର ହୁଏ ନାହିଁ। ପ୍ରାର୍ଥନାରେ ମନର ଭିତର ପରିଷ୍କାର ହୁଏ ନାହିଁ। ଠାକୁର ପୂଜା ଓ କାମନାର ପୂଜା ପରସ୍ପରର ବନ୍ଧୁ, ସହଯୋଗୀ ଓ ପରିପୂରକ। ସେମାନେ ଏମିତି ଗୋଟିଏ। ପୂଜାରୁ ଆର ପ୍ରକାରର ପୂଜାକୁ ଆସିବେ। ମ-ରା ମ-ରା କହି ଧ୍ୟାନ କରୁ କରୁ ସେହି ଶଦ୍ଦ ରାମ-ରାମ ହୋଇ ଯାଇଥିଲା। ଏହିପ୍ରକାରର ଖରାପ ପ୍ରପଞ୍ଚ ଲୋକ ଦିନେ ଧାର୍ମିକ ଓ ନୀତିବାନ୍ ହେବେ। ଏବେ ଆମେ ଦେଖିପାରୁଛୁ ଯେ ଆମରି ସମାଜର ଅସଂଖ୍ୟ ପାପୀ, କୁଟିଳ, ପାପାତ୍ମା ଲୋକ ଈଶ୍ୱର ସତ୍ତାର ସାହଚର୍ଯ୍ୟ ପାଇ ଭଲ ହେବାକୁ ଚେଷ୍ଟା କରୁଛନ୍ତି। ଜୀବନର ଅର୍ଥ ସାଧନା-ଧର୍ମରୁ ପାପକୁ ଖସିବା ଯେମିତି କଷ୍ଟକର ଠିକ୍ ସେମିତି ପାପରୁ ଧର୍ମକୁ ଉଠିବା କାମ ମଧ୍ୟ। ନୀତିଭ୍ରଷ୍ଟ ସାହିତ୍ୟିକ ନୀତିବାନ ହୋଇପାରିବ। ସେ ଖାଲି ଖୋଜୁଛି ପାଠକଙ୍କର ଶାସନ ଓ ସମୀକ୍ଷକଙ୍କର ଚାବୁକ। କାହ୍ନୁଚରଣବାବୁ କଟକରେ ରହି ଢେଙ୍କାନାଳର ଅତ୍ୟାଚାର କଥା ଲେଖିପାରିଛନ୍ତି। ସେ ଇଚ୍ଛା କଲେ ତାଙ୍କର ସମକାଳୀନ ସମାଜର ପ୍ରବଳର ଦୁର୍ବଳ ଉପରେ ଅତ୍ୟାଚାର କଥା ଲେଖିପାରିବେ। ଯଦି ଲେଖିବାକୁ ଅସମର୍ଥ ବୋଲି କୁହନ୍ତି ତାହାହେଲେ ତାଙ୍କୁ କହିଦିଆଯାଉ-ଲେଖାଲେଖି ବନ୍ଦ କରିବେ। ଖାଲି କାହ୍ନୁଚରଣବାବୁ ନୁହନ୍ତି-ସେ ହେଲେ ଗୋଟିଏ ପ୍ରତୀକ। ତମେ ଆମେ ସମସ୍ତେ ଯେଉଁମାନେ ନିଜକୁ ପଳାୟନପନ୍ଥୀର ସୁଗମ ବାଖ୍ୟାକାର ବୋଲାଉ ସେମାନଙ୍କ ପାଇଁ ମଧ୍ୟ ଏହି କଥା ସମାନ ପ୍ରଯୁଯ୍ୟ। ତାହାହେଲେ ଓଡ଼ିଆ ସାହିତ୍ୟ ଗୋଟିଏ ବିଷୟରେ ନୈତିକ ସମର୍ଥନ ପାଇବ-ସେଇଟା ହେଲା ଯେ ଦାରିଦ୍ର୍ୟ ଅଭିଶାପ ନୁହେଁ। ଏହା ଆଶୀର୍ବାଦ। ଗଲା ଚାଳଶି ପଚାଶ ବା ତିରିଶିବର୍ଷର ସାହିତ୍ୟ ଆମକୁ ତାହାର ସାରାଂଶ କହୁଛି ଯେ ଦାରିଦ୍ର୍ୟ ହେଉଛି ଜୀବନର ଅଭିଶାପ। ପୁରୁଣା ମୁନିଋଷି ମଧ୍ୟ କହିଥିଲେ-ଦାରିଦ୍ର୍ୟଠାରୁ ବଡ଼ ବିପଦ ନାହିଁ। ଆମେ ପାଠକମାନେ ଆଜି ଆମର ଚହଟ ଚିକ୍କଣ ବାନାଧାରୀ ଲେଖକମାନଙ୍କୁ ଅନୁରୋଧ କରିବା କି-ଦାରିଦ୍ର୍ୟର ଦର୍ଶନ ଓ ସଫଳତାର କାହାଣୀ ଆମକୁ ସେମାନେ ଜଣାଇବେ। ଓଡ଼ିଆ ସାହିତ୍ୟ ଦେଲା-ମାଟିର ମଣିଷ, ମାଟିର ତାଜ, ସପନ ମାଟି, ମାଟି ଓ ମଟାଳ-। କାରଣ ପାଶ୍ଚାତ୍ୟ ସାହିତ୍ୟରେ ଏଇ ମାଟି ବା ସଏଲ୍ ନାମ ଧରି ବହୁତ ବହି ବାହାରେ-। ସେଠାରେ ଲୋକ ବେଶି ଆଉ ତାଙ୍କପାଇଁ ମାଟି ଅତି ମୂଲ୍ୟବାନ। ପୁଣି ପ୍ରତ୍ୟେକ ଲୋକ ଚାହେଁ ମାଟିରୁ ମଟରଗାଡ଼ି କାଢ଼ିବା ପାଇଁ। ଏହି ମାଟି ନାମକୁ ଆନନ୍ଦିତ ମନରେ ଜାବୁଡ଼ି ଧରିବା ଲେଖକମାନେ ହେଲେ ପଦ୍ମଭୂଷଣ କଳିନ୍ଦୀ, ପଦ୍ମଶ୍ରୀ ସଚ୍ଚି ଆଉ ଅବସରପ୍ରାପ୍ତ ହାକିମ ଶ୍ରୀ ଗୋପୀନାଥ। ଏମାନେ ବାଲିଆ, ଦୋରସା, ମଟାଳ ମାଟିରେ କେଉଁଥିରେ ଖାରା କେତେ ଆଉ ସବୁ ସୁବିଧା ଅସୁବିଧାର କାହାଣୀ ଜାଣନ୍ତି ତ? ଘର ଓଳି ବାରି ବଗିଚା ଓ କଳପାଣିର ମାହାତ୍ମ୍ୟ ଠିକ୍ ମାଟିର ମହିମା ନୁହେଁ। ମାଟି କ'ଣ କରେ ବା ନ କରେ ସେଥିପାଇଁ ୱାକବଦାର ହେବାକୁ ଗାଁର ମାଟି ରାସ୍ତା ଅବା ପବନର ଧୂଳି କିମ୍ୱା ପାଖ ବିଲର ରୁକ୍ଷ ଶ୍ୟାମଳ ଶୋଭା ଯଥେଷ୍ଟ ନୁହେଁ। କିନ୍ତୁ ଏଇମାନେ ଆମର ମାଟିର ଭକ୍ତ-ସେବକ-ସାହିତ୍ୟିକ। ପୁଣି ତାଙ୍କ ଭିତରେ କଳି ହୁଏ-ତୁମେମାନେ ଚୋର। ପାଶ୍ଚାତ୍ୟ ସାହିତ୍ୟରୁ ମାଟିର ଆକର୍ଷଣର